ସୁବ୍ରତ, ତିନିବର୍ଷତଳେ ଏଇ ତାରିଖରେ ମୁଁ ନିଃସ୍ୱ ଥିଲି। ଅବସର ମୁହୂର୍ତ୍ତରେ ନିଜକୁ ଚାହିଁଲେ ନୈରାଶ୍ୟରେ ହୃଦୟ ସଙ୍କୁଚିତ ହେଉଥିଲା ଅସୀମ ଜଳଧିରେ ଅସହାୟ ଅବସ୍ଥାରେ ଭାସୁଥିଲା ମୋ ଜୀବନତରୀ। ଏକାକୀ କେଉଁଠି ବସିଲେ ଆଖିରୁ ଲୁହ ଝରୁଥିଲା; କିନ୍ତୁ ଚାରୋଟି ଦିନ ପରେ, ତାରିଖ ଅଗଷ୍ଟ ମାସରେ ସବୁ ପରିବର୍ତ୍ତିତ ହୋଇଗଲା-। କିମିତି ଆସିଲ ସୁବ୍ରତ? କିଏ ତୁମକୁ ଟାଣି ଆଣିଲା? ନା, ନା, ମୁଁ ନୁହେଁ, ଜୈବ ନିର୍ଦ୍ଦେଶରେ ନିଶ୍ଚୟ ଆସିଲ। କାଉଁରୀକାଠିଟିଏ ସାଙ୍ଗରେ ଆଣିଥିଲ ପରା! ତାହାର କୁହୁକ ସ୍ପର୍ଶରେ ଶୁଷ୍କବୃନ୍ତରେ କଳିକା ବିକଶିଲା। ସୁବ୍ରତ, ଏ ଅନୁଭୂତି ଜୀବନରେ ସତେଇଶଟି ବର୍ଷ ଭିତରେ କେବେ ମୁଁ ପାଇ ନଥିଲି। ଆଜି ମୁଁ ବଡ଼ ତୃପ୍ତ। କୌଣସି ଦୁଃଖ ଅଶାନ୍ତି ଯେ ନାହିଁ, ତାହା ହୁଏନାହିଁ। ତଥାପି ନିରାଶ ଭାବ ମୋର ଆଉ ନାହିଁ। ଭଗବାନଙ୍କଠାରେ ଏତିକି ମିନତି, ଜୀବନର ଶେଷ ପର୍ଯ୍ୟନ୍ତ ତୁମଠାରେ ଦୃଢ଼ବିଶ୍ୱାସ ରଖିବାକୁ ମତେ ସୁଯୋଗ ଓ ଶକ୍ତି ଦିଅନ୍ତୁ। ଯେତେବେଳେ କୌଣସି ଧକ୍କା ଆସୁଛି, ମୁ ପଡ଼ିଯାଇନାହିଁ। ଆଘାତ ଆସିଲେ ଭାଙ୍ଗିପଡ଼ୁନାହିଁ। ଆଖି ବୁଜି ଧ୍ୟାନକରୁଛି। ଦେଖୁଛି ମୁଁ ତ ଏକା ନୁହେଁ,–ମୋ ପଛରେ ଜଣେ ସବୁବେଳେ ଅଛନ୍ତି। ଦୁର୍ବଳ ହୋଇପଡ଼ିଲେ, ଆଗେଇ ଚାଲିବାକୁ ବଳ ନ ପାଇଲେ, ହାତ ଧରି ସେହି ପୁରୁଷ ଚଲେଇନେବେ। ଓଃ, ସେତିକି ଭାବିବା ମାତ୍ରେ ସବୁ ଦୁଃଖ ଦୁଶ୍ଚିନ୍ତା ନିଜେ ନିଜେ ଦୂର ହୋଇଯାଇଛି। ଆଜି ହୃଦୟ ଖୁବ୍ ଉଦ୍ବେଳିତ। ଲେଖିବାକୁ ଶକ୍ତି ପାଉନାହିଁ। ସୁବ୍ରତ, ତୁମେ ପାଖରେ ଥିଲେ କେବଳ ତୁମକୁ ଘଣ୍ଟା ଘଣ୍ଟା ଚାହିଁ ରହନ୍ତି। ତୁମ ମୁଖର ଭଙ୍ଗି, ନୟନର ନୃତ୍ୟ ଦେଖିଦେଖି ଆତ୍ମବିଭୋର ହୋଇଯାନ୍ତି। ତୁମେ ସେପ୍ଟେମ୍ଵରରେ ଆସିବ? ବର୍ଷା ବୋଧହୁଏ ଛାଡ଼ିଯାଇଥିବ! ହଁ, ଶୀଘ୍ର ଛାଡ଼ିଯାଇ ବି ଅସହ୍ୟ ହେଲାଣି। କଅଣ ଅସହ୍ୟ ହେଲାଣି କହିଲ? କହିପାରିବ? ଶିଳ୍ପୀକୁ ଦେଖିବି, ସାଙ୍ଗରେ ଆଣିବ କେତୁଟା ଶିଳ୍ପର ନମୁନା-ୟା ଭିତରେ ଯାହା ଆଙ୍କିଥିବ। ତୁମେ ତ ଫୁଲର ରସିକ। ଫୁଲମାଳାରେ ଶୟନଶଯ୍ୟା ବିଭୂଷିତ କରିବାକୁ ତୁମର ଯେ କେତେ ଅନୁନୟ ମତେ… ମନେପଡ଼େ? ମୁଁ ଭଲଅଛି। କୁକୁର ଛୁଆଟାଏ ପୋଷିଛି ଚୋରଭୟରେ। ନାଁ ଦେଇଛି 'ବୀରା'। ବୀରାଙ୍ଗନାଟିଏ। ଖୁବ୍ ସାହସ। ବହୁତ ଭୁକୁଛି। ତୁମ ଖବର ଲେଖ–ତୁମ ହୃଦୟର ଖବର, ମନର ଖବର, ଦେହର ଖବର, ମସ୍ତିଷ୍କର ଖବର। ସବୁ ମତେ ଦରକାର। କେଉଁଟାର ଅଭାବ ରହିଗଲେ ଅତୃପ୍ତ ଲାଗିବ। ଥାଅ, ରହିଲି ସୁବ୍ରତ… ତୁମର ଶୈଳ ଏମିତି କେତେ ଲିପି। ପ୍ରତିଭା–ପୂଜାର ପ୍ରଣିପାତ ନୈବେଦ୍ୟ, କେତେ ହୃଦୟର କେତେ କୁହା ଅକୁହାର ଝିଲିମିଲି ଚାନ୍ଦିନୀ–ଧୌତ ଖଣ୍ଡ ଖଣ୍ଡ ଚିଠି… ଚିଠି ନୁହଁନ୍ତିତ, ଆତ୍ମପ୍ରତିବିମ୍ବିତ ମୁକୁରମାଳା। ସେପଟକୁ ଥାକ ଥାକ ଫାଇଲ୍। ବର୍ଷବର୍ଷ ଧରି ନାନା ବିଷୟରେ, ନାନା ପ୍ରସଙ୍ଗରେ ଚିଠିର ସଜ୍ଜୀକରଣ। ସୁବ୍ରତ ଦୀର୍ଘଶ୍ୱାସ ପକାଇ ଉଠିଲା। ବାରଣ୍ଡାପଟ ଫୁଲଗଛରେ ଫୁଲ ଫୁଟିଛି-କେତେ ବର୍ଣ୍ଣର କେତେ ରଙ୍ଗର। ଘେରିଆସିଛି ଛୋଟ ପାଚିରୀଟିଏ। ଛୋଟ ବଗିଚା ହେଲେ ବି ତାର ପ୍ରତ୍ୟେକଟି ଫୁଲଗଛକୁ ଆଉଁଷି ଯାଇଛି ଶୈଳ। ଶୈଳ ଆଜି ତିରୋହିତ, କାୟା ତାର ଲୁଚିଯାଇଛି-କିନ୍ତୁ ସୃତି… ସେ ତ ଅମର। ଆଉ ଏ ଶ୍ରାବନ୍ତୀ। ସୁନା ଛାଉଣୀ ରୂପ ତାର… ସେ ବି ଅନ୍ତର୍ହିତ। ତାର ଆସିବାର ଆଲୋକ ପଥରେ ଏଇ ଫୁଲଗୁଡ଼ିକ ତାକୁ ସ୍ୱାଗତ କରିଥିଲେ। ସୁବ୍ରତ ବୃନ୍ତଚ୍ୟୁତ କରି ଗୋଟିଏ ଉପହାର ନିଶ୍ଚୟ ଦେଇଥିବେ। ହାତର ରଙ୍ଗଥାଳିଟି ପୁଣି ଉଠି ଯାଇଥିବ ଊର୍ଦ୍ଧ୍ୱକୁ, ଭ୍ରୂର ରୂପନେବାକୁ… ଶ୍ରାବନ୍ତୀର ଚିଠି… ବଡ଼ ଦୁଃଖିନୀ। ହେଲେ ସୁବ୍ରତଙ୍କର ସାଧନାକୁ ସେ ଦୀପ୍ତ କରିଥିଲା। ଶ୍ରୀଚରଣେଷୁ, ତମେ ପରା କବିତା ଲେଖ କେବେ କେମିତି? ମୋର ଆଜି ଖାଲି କବିତା ମନେପଡ଼ୁଛି। "ଯତ ଶୁନି ସେଇ ଅତୀତ କାହିନୀ, ପ୍ରାଚୀନ ପ୍ରେମେର ବ୍ୟଥା, ଅତି ପୁରାତନ ବିରହ ମିଲନ କଥା, ଅସୀମ ଅତୀତେ ଚାହିତେ ଚାହିତେ ଦେଖାଦେୟ ଅବଶେଷେ… କାଲେର ତିମିର ରଜନୀ ଭେଦିୟା ତୋମାର ମୂରତି ଏସେ ଚିରସୃତିମୟୀ ଧ୍ରୁବତାରକାର ବେଶେ। " ମୋ କଥା ମନେପଡ଼େ? ଏ ପ୍ରଶ୍ନଟା ଚିରନ୍ତନ, ନା? କିନ୍ତୁ କଅଣ ମନେପଡ଼ିବ? କଅଣ ଆମ କଥା? "ଆମରା ଦୁଜନେ ଭାସିଆ ଏସେଛି ଯୁଗଲ ପ୍ରେମର ସୋତେ ଅନାଦି କାଲେର ହୃଦୟ-ଉତ୍ସ ହତେ। ଆମରା ଦୁଜନେ କରିୟାଛି ଖେଲା କୋଟି ପ୍ରେମିକେର ମାଝେ ବିହର ବିଧୁର ନୟନ ରଖିଲେ, ମିଳନ ମଧୁର ପୁରାତନ ପ୍ରେମ ନିତ୍ୟନୂତନ ସାଜେ॥